ତାକୁ ତୁଷ୍ଟ କରିବାକୁ ସେ ଯେପରି ତା ଆଗରେ ହାରମାନିଆ ବଜେଇ ଏବେ ଗୀତ ଗାଆନ୍ତା ବସି ଚୁଲିରେ ଜାଳ ମୋହିଁଦେଇ କୁମୁଦ ସେତେବେଳକୁ ବସି ଭାବୁଚି–ବଡ଼ଲୋକ ଘରକୁ ସେ ଆଇଥିଲା ବୋହୂହେଇ... କୁଆଡ଼େ ଗଲା ସେ ସବୁ ସଂପଦ... ହୁଏ ତ ସେପରି କିଛି ନ ଥିଲା... ବାହାରକୁ ଥିଲା କେବଳ ଆଡ଼ମ୍ବର ସେଥିପାଇଁ ଭିନେହବା ପରେ ପ୍ରକୃତ ଅବସ୍ଥା ପ୍ରକାଶ ପାଇଯାଇଚି। ଆଗରୁ ଥିଲା କୋଠରେ ରୋଷେଇ... ରହିବା ଲାଗି ମଧ୍ୟ ଘର ଅକୁଳାନ ନ ଥିଲା; କିନ୍ତୁ ପ୍ରକୃତ ଅଂଶ ଅନୁସାରେ ବାଣ୍ଟ ହୋଇଯିବା ପରେ ସେ ସୁବିଧା ସମସ୍ତଙ୍କ ପାଇଁ ଆଉ ଘଟିନି। ସେଥିଯୋଗୁ ଅନ୍ନସଂସ୍ଥାନର ବ୍ୟବସ୍ଥା ମଧ୍ୟ ବଦଳି ଯାଇଚି। ଏଇସବୁ ଭାବନା ଭିତରେ ପିଲାମାନଙ୍କର ଚିତ୍ର କୁମୁଦର ଆଖିରେ ଜମାଟ ବାନ୍ଧି ବସିରହିଲା। ଏଇ ପିଲାମାନଙ୍କ ପାଇଁ ତାର ଦେହକ ସୁନାଗହଣା କୁଆଡ଼େ ଉଭାନ୍ ହୋଇଯାଇଚି-। ସେଥିଲାଗି ସେ ଆଜି ତାର ସ୍ଵାମୀକୁ ଠେଲିଦେଇଚି ଦୂରକୁ। ତିନିକୋଶ ଦୂରରେ ତାର ସ୍ଵାମୀ ଧନେଶ୍ଵର କେନାଲ ଇଲାକାର ଅଫିସରେ ବହୁ କଷ୍ଟରେ ଖଣ୍ଡେ ଚାକରି ପାଇଥିଲା–ଏବେ ସେଠି ସେ ହେଇଚି ପେଟ୍ରୋଲ୍। ସେଥିରେ ମଧ୍ୟ ଅବସ୍ଥାର କୌଣସି ବିଶେଷ ପରିବର୍ତ୍ତନ ହେଇନି-। ଏହିପରି ଅବସ୍ଥାଚକ୍ରରେ ପଡ଼ି କୁମୁଦ ନିଜର ସବୁ ସରସତା ହରେଇ ଯେପରି ଅର୍ଦ୍ଧପାଗଳିନୀ ପାଲଟିଛି। ଏଇ ପରିସ୍ଥିତି ଭିତରେ ନିଜର ସଙ୍ଗୀତପ୍ରିୟତା ତ ଅନେକ ଦିନୁ ବିଦାୟ ନେଇଚି, ତା ପରେ ନିଜର ଅତି ପ୍ରିୟ ସେଇ ହାରମୋନିୟମ ଖଣ୍ଡକ ଉପରେ ମନର ସବୁ ବିଦ୍ରୋହ କେନ୍ଦ୍ରୀଭୂତ ହେଇ ପଡ଼ିଚି। ନିରୀହ ସ୍ଵରଯନ୍ତ୍ର ଖଣ୍ଡକ ପ୍ରତି କୁମୁଦର ଦାରୁଣ ଆକ୍ରୋଶ ଦେଖିଲେ ଯେ କେହି ହସିବ। ଦିନେ ଖଟତଳେ ଥିବା ଆଳୁଗୁଡ଼ିକ ଠିକ୍ ସଂଖ୍ୟାରେ ନ ପାଇ ସେ ହାରମୋନିୟମକୁ ଦେଲା ଶାସ୍ତି। ବୋଧହୁଏ ନାରୀ ହାତରେ ଶାସ୍ତି ଯୋଗୁଁ ସ୍ଵରଯନ୍ତ୍ରଟି ବର୍ତ୍ତିଗଲା, ନ ହେଲେ ସେହିଦିନ ହିଁ ତାହା ସ୍ଵର୍ଗାରୋହଣୀ ପଥର ସନ୍ଧାନ ନେଇଥାନ୍ତା। କିନ୍ତୁ ଆଳୁଗୁଡ଼ିକର ଶତ୍ରୁ ମୂଷାମାନଙ୍କୁ କୁମୁଦ ଭଲ କରି ଜାଣେ; ଖଟତଳେ ସେମାନଙ୍କର ପାତାଳୀ ଦୁର୍ଗକୁ ମଧ୍ୟ ସେ ଦେଖିଚି। ମାତ୍ର ସେମାନଙ୍କୁ ଟିକେ ହେଲେ ଶାସ୍ତି ସେ ଦେଇ ପାରିନି। ଏଥିପାଇଁ ଏସବୁ ଘଟଣାକୁ ଠିକ୍ ଭାବରେ ବିଚାର କଲେ ଜଣାପଡ଼େ, ହୁଏ ତ ଏ ସମସ୍ତ ହିଁ କୁମୁଦର ଦରକାର। ଏଗୁଡ଼ିକ ତାର ଐଶ୍ୱର୍ଯ୍ୟ। ଏଥିରୁ କେଉଁଟିକୁ ସେ ବିଦାୟ ଦେବାକୁ ଚାହେଁନା। ହାରମୋନିୟମ ପଡ଼ିଥାଉ ଅପରିଷ୍କୃତ ହେଇ, ମୂଷାମାଟିରେ କାନ୍ଥ କଡ଼ର ଖଟତଳଯାକ ପୂରି ରଣଭଣ ହେଉଥାଉ, ମୂଷାଙ୍କ ଅତ୍ୟାଚାରରେ ସେ ଅତିଷ୍ଠ ହେଉ, ମାତ୍ର ସେ ସବୁର ପ୍ରତିକାର ଯେପରି କିଛି କରାଯିବ ନାହିଁ। ଅଳ୍ପ ସମୟ ଭିତରେ ଅରୁଆ ଭାତ ଫୁଟି ଆସିଲା। ଛୋଟ ଗୋଟିଏ ଭୂଜଓଳିଆର ବାସବତୀ ଧାନର ଚାଉଳ। ସେଥିପାଇଁ ରୋଷେଇଶାଳ ଡେଇଁ ବାହାରକୁ ମଧ୍ୟ ତାର ବାସ୍ନା ଭାସି ଚାଲିଗଲା। ଭାତ ଗାଳୁଗାଳୁ କୁମୁଦର ଅନୁଭୂତିରେ ଆଉ ଗୋଟିଏ ମଧୁର ଆସ୍ୱାଦ ଲାଗିଲା। ଯେପରି ତାର ପୁରାତନ ସେଇ ହାରମୋନିୟମରୁ ଗୋଟିଏ ସ୍ଵର ତରଙ୍ଗ ବାହାରି ଭାସିବୁଲିଲା ତାର କାନ ଚାରିପାଖରେ। ନିଜର କାନକୁ ଅବିଶ୍ୱାସ କଲା କୁମୁଦ। କାନ ଉପରେ ଉଲୁରି ପଡ଼ିଥିବା ବାଳଗୁଡ଼ାକୁ ଟେକିଦେବାକୁ ତାର ଇଚ୍ଛାହେଲା। ମାତ୍ର ହାତ ତାର ପେଜ ଗାଳିବାରେ ବ୍ୟସ୍ତ। କିଛି ସମୟପରେ ମନ୍ଦାରେ ହାଣ୍ଡି ରଖିଦେଇ ସେ ଶୁଣିଲା, ହାରମୋନିୟମ ସ୍ଵର ଭାସି ଆସୁଚି ତାରି ଛୋଟ ଘର ବଖରାଟିରୁ।